ନିଜର ବଗିଚାର ମାଟିକୁ ନେଇ ଲେଖିବାକୁ ବେଶି ଆଗଭର ହେଉ ନାହାନ୍ତି। କିନ୍ତୁ ସବୁ କଥାରେ ସମସ୍ତେ ବାଚାଳ ଯେ ଜୀବନଯାତ୍ରା ବଡ଼ ସଂଘର୍ଷମୟ ହେଲାଣି। ସମୟ ନଅଣ୍ଟ। ଅଳପକରେ ଲେଖିଦିଅ-ଲୋକେ ଧୈର୍ଯ୍ୟ ରଖିପାରୁ ନାହାନ୍ତି। ଏଣେ ପ୍ରକୃତ କଥା ହେଲା ଯେ କ'ଣ ଆଉ ଲେଖିବି? କେତେ ଆଉ ସେହି ଏକା କଥାକୁ ବୁଲେଇ ବାଙ୍କେଇ ଚଳାଇବି? ନୂଆ କଥାକୁ ମନ ଦେବି କେତେବେଳେ? ଶରୀରର ସେବା ଓ ଇଜ୍ଜତ ରକ୍ଷାରେ ସବୁବେଳ ଚାଲିଗଲା। ଆଉ ଲେଖିବାକୁ ଧୈର୍ଯ୍ୟ ନାହିଁ। ଲେଖାଟିକୁ ଚାଲୁ ଉପରକୁ ନେବାର ଏଣେ ଶହେ ପଚାଶପୃଷ୍ଠା ମାଡ଼ ଖାଇ ଯାଉଛି। ସକାଳୁ ଉଠି ମାଟିର ଶ୍ରମିକ ଅଧ୍ୟଘଣ୍ଟା ବା ପୌନେ ଘଣ୍ଟାରେ ପ୍ରସ୍ତୁତ ହେଇ ବାହାରିଯାଏ। ଏହି କଲମର ଶ୍ରମିକ ସକାଳୁ ଉଠିଲା ବେଳକୁ କୂଆ ଚଢ଼େଇ ଅଧାପେଟ ହେଇ ଯାଇଥାଏ। ଏଣେ ବାବୁମାନେ କଲମ ଧରି ରେଡ଼ି-ହେଲା ବେଳକୁ ପ୍ରକୃତରେ ସଂଘର୍ଷମୟ ଜୀବନ ଆରମ୍ଭ ହୁଏ। କ'ଣ ଖିଆଯିବ? ଏତେ ଟଙ୍କା ଦରକାର ପଡ଼ିଛି କେମିତି କଢ଼ାଯିବ? ଟେଲିଫୋନ ବିଲ୍କୁ ସେହି ସେକସନ ଖାଲି ଭୁଲ ଭାଲ୍ କରୁଛି ତାକୁ କି ଶାସ୍ତି ଦିଆଯିବ? ଶେଷକୁ କ'ଣ କଲେ ଓଡ଼ିଆ ସାହିତ୍ୟରେ ନେଉଟାଳି ପଟାଳି ରଖାଯିବ? ସଂଘର୍ଷ ଖାଲି କ'ଣ ଏହି ଟିକି-ଜୀବନିଆ ବୁଦ୍ଧି-ଜୀବୀମାନଙ୍କୁ ଘେରୁଛି ନା ମାଟିର ମୁଲିଆକୁ ଘେରୁଛି? କ'ଣ ବା ଲେଖାଗଲା ଆମର ସେଇ ଅଗଣିତ ଭାଇ ଭଉଣୀମାନଙ୍କ ପାଇଁ? ଚିରାଚରିତ ପ୍ରଥାରେ ଅନେକ ଦିନର ଅଭ୍ୟାସରେ ସଜଡ଼ା ଜୀବନ ନିଜର ସ୍ତ୍ରୀ, ପିଲା ଓ କୁଟୁମ୍ବଙ୍କ ମେଳରେ ଗୋଟାଏ ରକମର ବିଶେଷ ଗୁଣର ମହୁ କାଢ଼େ। ସେହି ସୁରଭି ହେଉଛି ନିଜର ସ୍ଥିତିର, ନିଜର ଗୌରବର, ନିଜର ମହିମାର ଓ ଭବିଷ୍ୟତର ସଞ୍ଚିତ ପୁରସ୍କାରର କଳ୍ପନାର। ସେଥିରେ ସାହିତ୍ୟ ଗୋଟିଏ ନିମିତ୍ତ ମାତ୍ର। ଗୋଡ଼ିବଛା ଶାଳୀ ଅନ୍ନ ଖାଇଲାବେଳେ ଗୋଡ଼ି ମିଶା ବଗଡ଼ାନ୍ନର ସୁଆଦକୁ କଳନା କରାଯାଏ କେବଳ କଥାରେ। ଲେଖାରେ ଗୋଟାଏ ହେବ ବଗପକ୍ଷୀ ପରି ଧଳା-ଆରଟି ହେବ ଘରଚଟିଆ ପରି ଧୂଷର। ଦୁଇଟି ଲେଖକ ଲଢ଼ିବେ ତାଙ୍କର ଚିନ୍ତ୍ରକଳ୍ପ ବା କଳ୍ପଲତାର ବିଶେଷତ୍ୱ ବିଷୟରେ। କିନ୍ତୁ ଜୀବନର ବିଚିତ୍ର ଅନୁଭୂତିର ସୁଆଦ ଚାଖିବା ପାଇଁ ୟା'କୁ ଭୋକ ବେଳରେ ଓ ଭୋକ। ନ ହେଲାବେଳେ ଖାଇଲେ ଅବା ତଳେ ଚଟାଣରେ କୁଢ଼େଇ ଖାଇଲେ ବୁଝି ହେବ ନିଜେ ନିଜର କଳ୍ପନାଠାରୁ କେତେ ଦୁରରେ। କଳ୍ପନାରେ ଆମେ ମନ୍ତ୍ରୀଙ୍କୁ ଆମର କଥାର ଫାଶରେ ବନ୍ଦୀ କରିପାରୁ ଓ ମନ୍ତ୍ରୀଙ୍କ ଇଙ୍ଗିତରେ ଲୋକଙ୍କର ମୂର୍ଖତା ଓ ହୁଣ୍ଡାମି ଓ ଜିଦ୍କୁ ଭାଙ୍ଗି ଦେଇପାରୁ। କିନ୍ତୁ ପରୀକ୍ଷାଟା କାର୍ଯ୍ୟରେ ହେଉ-ଯାହା କହିଥାନ୍ତି ସ୍ତ୍ରୀମାନେ। ତମେ କଥାର ଲୋକ ନା କାମର ଲୋକ? କଥାର ଲେଖକ ଆଜି କାମର ଲେଖକ ହେବାକୁ ଇଚ୍ଛା କରୁଛି। ଅଗଣିତ ଶ୍ରମିକ ଆଜି ଲେଖକକୁ ଡାକୁଛନ୍ତି ତାଙ୍କର ଶ୍ରମ-ପରିଶ୍ରମର ସାଥି ହେବାପାଇଁ। ଏହି ଡାକରା ହେଉଛି ଛୋଟ ଦୋକାନୀ, ଷ୍ଟେସନର କୁଲି, ରୋଗିଣା ଭିକାରୀ, ଘରୋଇ ଚାକର, ଅଫିସର ପିଅନ, ଆଉ ମୁଣ୍ଡବୋଝିଆ ସଉଦାଗର। ସେହିପରି ବୌଦ୍ଧିକ ଶ୍ରମ-ପରିଶ୍ରମର ସାକ୍ଷୀ ଓ ସଖ୍ୟତା ପାଇଁ ଡାକୁଛନ୍ତି ହାଇକୋଟ ଜଜ୍, ଦୈନିକ କାଗଜର ସଂପାଦକ କାରଖାନାର ମାଲିକ, ବୁଦ୍ଧିଆ ବଡ଼ ବଡ଼ ଓକିଲ, ବଡ଼ ବଡ଼ ଚାକିରିଆ, କଣ୍ଟ୍ରାକ୍ଟର ଓ ମୋଟା ବେପାରୀ? ଓଡ଼ିଆ ଲେଖକ ଏହି ଦୁଇଟି ଶ୍ରେଣୀର ମେହେନତ୍ ଦେଖୁଛି ଆଉ ତାଙ୍କର ଜୀବନର ଆଭିମୁଖ୍ୟ ବି ଦେଖୁଛି। କାରଣ ଆଜି